ତାପରେ ସରୋଜା ସହିତ ଆଳାପ ଆଲୋଚନା ମଧ୍ୟ ଦେଇ ଏହି କୋଠିର ଅତୀତ, ବର୍ତ୍ତମାନ ଓ ଭବିଷତ୍ କଥା ଯାହା ଜାଣିଲି ସେଥିରୁ ମନେହେଲା, ଏଇଟା ପ୍ରକୃତରେ ପୁରୀର ଭୂତ କୋଠି। ଏଠି ମା'ବାପା ନ ଥାଇ ଝିଅ ପୈଦା ହୁଅନ୍ତି ବୟସ। ରୁ ବଳି ପଡ଼ିଲା ମାତ୍ରେ ବସାର ଚିଡ଼ିଆମାନେ କୁଆଡ଼େ ଯେ ଉଡ଼ିଯାଆନ୍ତି, ତାର କୌଣସି ଠିକ୍ ଠିକଣା ନାହିଁ। ଆମେ ବାପା ବୋଲି ଯାହାକୁ ଏଠି ଖାତିର କରୁ, ସେମାନଙ୍କ ବାପାଚାକିରି ମଧ୍ୟ ହେମନ୍ତର ଟ୍ୟୁସନ ଚାକିରି ଭଳି ଅସ୍ଥାୟୀ। ପର୍ମାନେଣ୍ଟ ବୋଇଲେ କେବଳ ଏଇ ଘରଟି। ହ୍ୱାଇଟ୍ ଅଏଲ କଳି କତୁରୀ ନୁହେଁ, କଳ କତୁରୀ। ସେ କଥା ପରେ….. ନାରାୟଣ ଡାକୁଆ ନାଁ ପରିବର୍ତ୍ତନ ହୋଇ ହୋଇଚି ନାରାୟଣ ଦାସ। ଦାସ ଏଭଳି ଏକ ସାଜ୍ଞା, ହ୍ୱାଇଟ୍ ଅଏଲ ଭଳି ଯେଉଁ ତେଲରେ ମିଶାଇବ, ତା ସାଥିରେ ନିଶ୍ଚିନ୍ତରେ ମିଶି ଯାଇପାରେ। ତେଲର ଗୁଣ ନ ବଢ଼ୁ ପଛକେ, ପରିମାଣ ବଢ଼େ, ପରିମାଣ ବଢ଼ିଲେ, ବ୍ୟବସାୟୀର ଯଥେଷ୍ଟ ଲାଭ ବି ହୁଏ। ନାରାୟଣ ଡାକୁଆ ଥିଲା ଜାତିରେ ବାରିକ, ଭଣ୍ଡାରୀ। ବର୍ତ୍ତମାନ ସେ ସମାଜରେ ବ୍ରାହ୍ମଣ, କରଣ, ଖଣ୍ଡେଇତ ସବୁ ଭାବରେ ପରିଚିତ। ନାରାୟଣ ଡାକୁଆ ଥିଲା ମୋର ଅନ୍ତରଙ୍ଗ ବନ୍ଧୁ। ବାଲ୍ୟବନ୍ଧୁ। ମୋ ପରିବାରର ଲୋକେ ଭାରି ନୈଷ୍ଠିକ ତେଣୁ ଏକାଠି ଖିଆପିଆ କରୁ ନଥିଲୁ, ତା ଛଡ଼ା ଦି ଭାଇଙ୍କ ମଧ୍ୟରେ ସମ୍ବନ୍ଧ ଯାହା ଥିବା କଥା, ସବୁଥିଲା। ଏକାଠି ପଢ଼ୁ, ଏକାଠି ଗାଧୋଉ—ଯେଉଁଠି ନାରଣ ସେଇଠି ଗୌରହରି। ତା ମା' ମତେ ଡାକୁଥିଲା 'ଧୋବ' ବୋଲି। କାରଣ ନାରାଣର ଜେଜପା ଙ୍କ ନାଁ ଥିଲା ଗୌରହରି ଡାକୁଆ। ଶ୍ୱଶୁରଙ୍କ ନାଁ ସହିତ ମୋ ନାଁଟାର ସାମଂଜସ୍ୟ ଥିବାରୁ ସେ ଗୌର ନ ଡାକି 'ଧୋବ' ଡାକୁଥିଲା। ତାଙ୍କ ଘରର ମଇନା ମଧ୍ୟ ମତେ ଏଇ 'ଧୋବ' ବୋଲି ସମ୍ବୋଧନ କରେ। ଆମ ଗାଁରେ ବଡ଼ ସ୍କୁଲ ହେଉଚି, ଅପରପ୍ରାଇମେରୀ ସ୍କୁଲ, ଅର୍ଥାତ୍ ପଞ୍ଚମ ଶ୍ରେଣୀ ପଢ଼ିଲେ ପାଠ ଶେଷ। ଗାଁର ଲୋକେ ନିହାତି ଅଶିକ୍ଷିତ। ବାହାର ଲୋକେ କହନ୍ତି, ଏଇଟା ଗୋଟାଏ କନ୍ଧ ଗାଁ—ଗାଁର ଚାରିଆଡ଼େ କନ୍ଧଲୋକ ବାସ କରନ୍ତି ବୋଲି,ଆମେବି ଜନଗଣନାରେ ସଂଭବତଃ ସେଇ କନ୍ଧ ଜାତିରେ ଗଣା ହେଉଥିଲୁ। କିନ୍ତୁ ଆମ ଗାଁରେ ଗୋଟିଏ ହେଲେ କନ୍ଧ ଘର ନାହିଁ। ହୁଏତ ଖ୍ରୀଷ୍ଟପୂର୍ବ ତିନି ହଜାର ବର୍ଷ ତଳେ ଏଇଠି କେହି କନ୍ଧ ରହୁଥିଲେ, ସେ ସବୁ ଇତିହାସ କହିବ। ଆମ ଗାଁର ଆଉ ଗୋଟିଏ ବିଶେଷତ୍ୱ—ଏଜେନ୍ସି ତାଲିକାରେ ୟା ନାଁ ପ୍ରଥମରେ। ଅର୍ଥାତ୍ ଏଠିକି କୌଣସି ସରକାରୀ ଚାକିରିଆ ଆସିଲେ, ଏଜେନ୍ସି ଆଲାଉନସ୍ ପାଆନ୍ତି। ବାହାର ଲୋକଙ୍କ ଧାରଣା, ଆମ ଅଞ୍ଚଳର ମଶାଗୁଡ଼ାକ ଅସରପା ଭଳି ଭାରି ବଡ଼ ବଡ଼। ଥରେ କାମୁଡ଼ିଲେ ଲୋକଙ୍କ 'କାଲାଜର' ହୋଇଯାଏ, ସେ ମରିଯାଏ। ତେଣୁ ଏଇ ମରିଯିବା ଆଶଙ୍କା ଲାଗି ସରକାରଙ୍କ ଭତ୍ତା ମିଳେ। ନାରଣ ଓ ମୁଁ ଥିଲୁ କୋଡ଼ିଏ ବର୍ଷ ତଳେ ଏ ଗାଁର ଲଙ୍ଗଳା ପିଲା, ତାପରେ ହେଲୁ ପେଣ୍ଟ ପିନ୍ଧା ପିଲା। ନାରଣ ଓ ମୁଁ ଯେତେବେଳେ ଅପରପ୍ରାଇମେରୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲୁ, ସେତେବେଳେ, ବିରାଡ଼ି ପିଲାର ଏକୋଇଶ ଦିନରେ ଆଖିଖୋଲିଲାଭଳି ଆମର ପାଞ୍ଚ ବର୍ଷର ପଢ଼ାରେ, ଟିକିଏ ଟିକିଏ ଆଖି ଖୋଲି ଯାଇଥିଲା। ଆମେ ଦୁହେଁ ଯାଇ ପୋଖରୀ ହୁଡ଼ାରେ ଯୁକ୍ତି କରୁ—ନାରଣ କହେ ୟାଠୁ ବେଶୀ ପାଠ ନାହିଁ। ମୁଁ କହେ, ଆମ ମାଷ୍ଟ୍ରେ ତାହାହେଲେ ଆମଠୁ କିମିତି ବେଶୀ ପଢ଼ିଲେ? ଏତିକି ପଢ଼ି କ'ଣ ଆମେ ଆମ ମାଷ୍ଟ୍ରଙ୍କୁ ପାଠ ପଢ଼େଇ ପାରିବା? ନାରଣ ବୁଝିଗଲା ଭଳି କହେ, ଠିକ୍ ତ କହିଚୁ। ଆହୁରି ପାଠ ଅଛି। ଦିନେ ଆମ ଗାଁକୁ ଜଣେ କିଆରକୁଲୁ ଆସି ନଥାନ୍ତି। ଗାଁର ଲୋକେ ବିଶେଷତଃ କାର୍ଯୀ, କରଣ ତାଙ୍କର ବହୁତ ସେବା କରି ଥାଆନ୍ତି।। ଧନୀଲୋକେ, ତାଙ୍କ ଖଆଇବା ପିଇବାର ସମସ୍ତ ବ୍ୟବସ୍ଥା କରି ଦିଅନ୍ତି। କୁକୁଡ଼ା କଟାହୁଏ। କିଏ ଆସି ଗୋଡ଼ ମୋଡ଼େତ, କିଏ ଆସି ତାଙ୍କର ପାଚଲା ବାଳ ଉପୁଡ଼ାଏ। ସେ ତାଙ୍କ ସାଙ୍ଗରେ ଗୋଟାଏ ଚଉତା ଖଟ ଧରି ଆସିଥାଆନ୍ତି। ନାରଣ ଓ ମୁଁ ସେ ଖଟଟାକୁ ନିରୀକ୍ଷଣ କରି ଦେଖୁ। ସେ କୁଆଡ଼େ ଗସ୍ତରେ ଗଲେ ଦୁହେଁ ତାରି ଉପରେ ଶୋଇପଡ଼ୁ।